ସେଠି ବ୍ୟକ୍ତିଗତ ବିଶ୍ୱାସ ଓ ତଦନୁସାରେ କାର୍ଯ୍ୟ କରିବାର ଅଧିକାର ସ୍ୱୀକାର କରାଯାଇଛି। ଅବଶ୍ୟ ସେ ଅଧିକାର ସମାଜବିରୋଧୀ ହେବନାହିଁ ବୋଲି ତାର ସୀମା ଧାର୍ଯ୍ୟ ହୋଇଛି। ଏହି ନୀତି ଭାରତର ଅସ୍ତିତ୍ୱ ପାଇଁ ନିତାନ୍ତ ଆବଶ୍ୟକ। ଏହା ଗାନ୍ଧିଜୀ ତାଙ୍କ ଅହିଂସାର ବ୍ୟାଖ୍ୟାରେ ବାରମ୍ବାର କହିଛନ୍ତି। ଭାରତୀୟ ସମାଜରେ ଏକ ଶ୍ରେଣୀର ଲୋକଙ୍କ ଅନ୍ୟ ଶ୍ରେଣୀ ଲୋକଙ୍କ ଉପରେ ଜୁଲମ କରିବାର ଅଧିକାର ପରମ୍ପରା ଅଛି। ସେଥିପାଇଁ ଭାରତ ପରାଧୀନ ଓ ଅପଦସ୍ଥ ହୋଇଆସିଛି। ସହନଶୀଳତା ତେଣୁ ଭାରତର ଦୃଢ଼। ନୀତି ହେବା ଆବଶ୍ୟକ। ଏହି ନୀତି ଅନୁସାରେ ଭାରତୀୟ ସମାଜର ପୁନର୍ଗଠନ କରି ତଦନୁସାରେ ପୃଥିବୀରେ ସହନଶୀଳତା ଓ ଶାନ୍ତିର ବାର୍ତ୍ତା ପହୁଞ୍ଚାଇବାର ଉଚ୍ଚାଭିଳାଷ ମଧ୍ୟ ଭାରତର ଜନସେବୀମାନେ ପୋଷଣ କରିଆସିଛନ୍ତି; କିନ୍ତୁ ଜାତିସଂଘରେ ଯେତେବେଳେ ରୁଷିଆର କାର୍ଯ୍ୟକଳାପ ଆଲୋଚିତ ହେଲା, ସେତେବେଳେ କୌଣସି ପକ୍ଷରେ ମତ ନ ଦେଇ ଭାରତ ନୀରବ ରହିଲା। ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ରୁଷିଆର କାର୍ଯ୍ୟ ଦୁଃଖଜନକ; କିନ୍ତୁ ନିନ୍ଦନୀୟ ନୁହେଁ-। ଏପ୍ରକାର ଯୁକ୍ତି ଯେ କରିପାରନ୍ତି, ସେ ପରସ୍ପର ପ୍ରତି ଜୁଲମ କରୁଥିବା ସମାଜର ନେତୃତ୍ୱ ପାଇଁ ଉପଯୁକ୍ତ ବ୍ୟକ୍ତି କି? ସହନଶୀଳତାରେ ବିଶ୍ୱାସ ରଖି ଗାନ୍ଧିଜୀ ହିଟ୍ଲର ବିରୋଧରେ ସଶସ୍ତ୍ର ଯୁଦ୍ଧ କରିବାକୁ ମଧ୍ୟ ନାପସନ୍ଦ କରିଥିଲେ। ତାଙ୍କ କଥା କେହି ଶୁଣନ୍ତୁ ନ ଶୁଣନ୍ତୁ ସେ ସହନଶୀଳତାର ଦୃଢ଼ଭୂମି ଉପରେ ଛିଡ଼ାହୋଇ ଦମ୍ଭର ସହିତ ସବୁ କହିପାରୁଥିଲେ। ଆଜି ଭାରତର ଦୃଢ଼ ନୀତି ସହନଶୀଳତା ପ୍ରତି ଭାରତର ନେତୃତ୍ୱ ଉଦାସୀନ। ଏପରି ସ୍ଥଳେ ତଳେ ସମାଜର ଅବସ୍ଥା କଅଣ ହେବ? ଦେଶ ଦେଶ ଭିତରେ ସମ୍ପର୍କ ସମ୍ବନ୍ଧରେ ଏକ କଥା ଦିଲ୍ଲୀରେ କହି, ଗାଁ ଗହଳିରେ ବର୍ଣ୍ଣ ବର୍ଣ୍ଣ ମଧ୍ୟରେ ଅନ୍ୟ କଥା କହିଲେ, ସେ କଥାର ଜୋର ରହିବ କି? କେବେ ହେଲେ ରହିବ ନାହିଁ-। ଦେଶ ଦେଶ ଭିତରେ ଯେପରି ଆଚରଣ ଓ ବ୍ୟବହାର ତାହା ଗଡ଼ି ଗଡ଼ି ଆସି ତଳେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଓ ଶ୍ରେଣୀ ଶ୍ରେଣୀ ମଧ୍ୟରେ ପାତ୍ର ଅନୁସାରେ ରୂପ ନେଉଛି-। ଭାରତୀୟ ସମାଜ ପକ୍ଷରେ ଏହା ଏକ ବିପଜ୍ଜନକ ପରିସ୍ଥିତି। ବର୍ତ୍ତମାନର ନେତୃତ୍ୱ ନୀତିହୀନ ହେଲେ ମଧ୍ୟ ଭାରତର ଜନତା ଗାନ୍ଧିଜୀଙ୍କ ଅହିଂସା ନୀତି ବା ସହନଶୀଳତାକୁ ଦୃଢ଼ ଭାବରେ ଧରି ରଖିବାକୁ ହେବ-। ଅନ୍ୟଥା ଏ ଦେଶ ଦୁର୍ବଳ ଓ ପୁଣି ଅପଦସ୍ଥ ହୋଇଯାଇପାରେ। ଆଜି ଜାତି ଜାତି ମଧ୍ୟରେ ଆଚରଣ ନିର୍ଣ୍ଣୟବେଳେ ଦେଶ ଦେଶ ଭିତରେ ଆଚରଣତାର ଯୁକ୍ତି ଚତୁର ଲୋକେ ବାଢ଼ୁଛନ୍ତି। ସେଥିପାଇଁ ଦୃଢ଼ଭାବରେ ମତ ପୋଷଣ କରିବାକୁ ହେବ ଯେ ବ୍ୟକ୍ତି ବ୍ୟକ୍ତି, ଶ୍ରେଣୀ ଶ୍ରେଣୀ ଓ ଦେଶ ଦେଶ ମଧ୍ୟରେ ବଳ ପ୍ରୟୋଗ ଏକ ସଭ୍ୟତା ବିରୋଧୀ ଓ ବର୍ବରୋଚିତ କାର୍ଯ୍ୟ। ତେଣୁ ଏହା ସର୍ବଥା 'ନିନ୍ଦନୀୟ' ଜାତି ହିସାବରେ କାମ ସମାଜରୁ ସବୁ ବର୍ଣ୍ଣରୁ ଉଠିଗଲାଣି। ଖାଲି ହାଡ଼ିପଲକୁ ନିର୍ଜୀବ ଓ ନିର୍ଦ୍ଧନ ପାଇ ତାଙ୍କରି ଉପରେ ବର୍ଣ୍ଣଗତ ବ୍ୟବସାୟକୁ ଚପାଇବା ଅନ୍ୟାୟ। ମଲା ଗୋରୁ ଉଠାଇବା ବ୍ରାହ୍ମଣ ବା ଖଣ୍ଡାୟତ ପକ୍ଷରେ ଯଦି ଛୋଟ କାମ, ହାଡ଼ି ପକ୍ଷରେ ମଧ୍ୟ ଏହା ଏକ ଛୋଟ କାମ। ଯାହାର ଯେପରି ରୁଚି ସେହିପରି ସେ କାମ କରୁ। ଦଳ ବାନ୍ଧି ସଂଖ୍ୟାର ସୁବିଧା ନେଇ ଅଳ୍ପସଂଖ୍ୟକ ଲୋକଙ୍କ ଉପରେ ଜୁଲମ କରିବା ଅତି ଅନ୍ୟାୟ। ଜୋର୍ ଯା'ର ମୁଲକ ତା'ର ଏହି ନୀତି ଯଦି ଧାର୍ଯ୍ୟ ହୋଇଯାଏ,